ଏହି ଦୁଇଟିଙ୍କର ମୁହଁ ଶୁଖି ଗଲାଣି। -ଛି, ଅଳକା ଦେବୀ, କ'ଣ ଗୁଡ଼ାଏ କାହାକୁ କହିଲେ? -ତମରି ମାଷ୍ଟର ମାନିନୀକୁ କହୁଥିଲି। ସେ ମାଛ ଆଣୁ-ମାଛକୁ ଭାଜି ଏକାଠି ଖାଇବା-। ଆସିବେ ଉପର ଓଳିକୁ-ସେ ଓ ତମେ-ତମେମାନେ। -ମୁଁ ଆସିବି ନାହିଁ। ଭଜକୃଷ୍ଣ କହିଲା। -କ'ଣ ଓଧ ସାହେବ ଆସିବେ ନାହିଁ। ତାହାହେଲେ ଲୋକ ଯିବ ମଟର ନେଇ ଖୋଜି ଆଣିବାକୁ। -କି ଲାଜ କଥା? ମତେ ଏମିତି ଅପମାନ ଦେଲେ କାହିଁକି? -ଅପମାନ? କିଏ କାହାକୁ ଦେଲା? ନିଜେ ଓଧ-ଭୁଆଁ ହେଇଛନ୍ତି ବୋଲି କହିଲେ। ମୁଁ ତ ମାନିନୀକୁ କହି ନାହିଁ ମଣିଷ-ଓଧ। ସେ ସତ ଭାବିଛି। ଖୁସି ହୋଇ ଆସିବ ଦେଖିବା ପାଇଁ-। ଆସୁ। ବେଜାଏ ଫାଜିଲ ହୋଇ ଏଡ଼େ ସୁନ୍ଦର ମଣିଷଗୁଡ଼ାଙ୍କୁ ହଇରାଣ କରୁଛି। ରମାକାନ୍ତ କଅଁଳ ପ୍ରାର୍ଥନା ଜଣାଇ କହିଲା-ଗୋଟାଏ ପ୍ରାର୍ଥନା ମୋର।। ପ୍ରୀତିର ମଦ ଯେମିତି ଘୃଣ୍ୟ, ବନ୍ଧୁତାର ମଦ ସେମିତି ଘୃଣ୍ୟ। ମଦ ପ୍ରତି ତୁମର ଘୃଣା ନା? ଭଜକୃଷ୍ଣ ମୁଣ୍ଡ ଟୁଙ୍ଗାରିଲା। -ତାହେଲେ ତମର ମୋ'ପ୍ରତି ଘୃଣା? -ମାନିନୀ ପାଇଁ ଘୃଣା? -କାଲି ରମାକାନ୍ତ ଖାଇଛି-ତାହାକୁ ବି ଘୃଣା? -ମାନିନୀର ସ୍ୱାମୀ ମଦ ଖାଆନ୍ତି, ତାଙ୍କୁ ବି ଘୃଣା? ତେବେ ଏଇ ଘୃଣ୍ୟ ସମାଜରେ ତମର କିଛି ସ୍ଥାନ ଦରକାର? କହି ଅତ୍ୟନ୍ତ ଅହମିକାରେ ଯାଇ ତିନୋଟି ଗ୍ଲାସ ସଜାଡ଼ି ନିଜେ ଗୋଟାଏ ଧରି କହିଲା-ସମସ୍ତେ ସ୍ୱାଧୀନ। ତମେ-ତମେମାନେ-ଆଉ ମୁଁ। ତମର ସ୍ୱାଧୀନତା ମୁଁ ନେବାକୁ ଚାହେଁ ନାହିଁ। ମୋର ସ୍ୱାଧୀନତାରେ ତୁମେ ମଧ୍ୟ ବାଧା ହୁଅ ନାହିଁ। -ସ୍ୱାଧୀନତା ଅମର ହେଉ-କହି ଅଳକା ଚାହିଁଲା ଦୁଇଟି କଲେଜ ଛାତ୍ରଙ୍କୁ। ରମାକାନ୍ତ ଗୋଟିଏ ଗିଲାସକୁ ହାତ ବଢ଼ାଇଲା। ଅଳକା ତାହାକୁ ଥାପୁଡ଼ାଇ କହିଲା-ତମେ ଉପଯୁକ୍ତ ଲୋକ। ଏହି ସବୁ ପାପକୁ ପଙ୍କପରି ବ୍ୟବହାର କରି ଘୃଣା ମନରେ ନ ରଖି ଏଥିରେ ପଶିଲେ ପାଦକୁ ବଳ ପାଇବ। ଆମର ବନ୍ଧୁତା ଅମର ହେଉ। ଅତ୍ୟନ୍ତ ଆତ୍ମୀୟ ପରି ଅଳକା କହି ଯାଉଥାଏ-ଦିନେ ମୁଁ ବି ଥିଲି ଭାରି ଲାଜକୁଳି। ସେତେବେଳେ ଆମର ଘରର ଅବସ୍ଥା ଖରାପ। ବାପା ଓ ବୋଉ ଅଫିମ ଖାଉଥିଲେ। ବୁଢ଼ାବୁଢ଼ୀ ଅଫିମ ଖାଆନ୍ତି ତା'ପରେ ଆମେ ଧନୀ ହେଲୁ। ଆମ ଘରେ ଆଉ ଅଫିମ ପଶି ନାହିଁ। କିନ୍ତୁ ମଦକୁ ଆମେ କେହି ଘୃଣା କରି ନାହୁଁ। ମୋରି ପରି ଅନେକ ଲୋକ ଏମିତି ମଦକୁ ଘୃଣା ନ କରି ମଧ୍ୟ ସେବା କରିଥାନ୍ତି। ଭଜକୃଷ୍ଣ ହାତ ବଢ଼ାଇଲା। ହସି ଅଳକା ଭଜକୃଷ୍ଣ ହାତକୁ ଗିଲାସଟିଏ ଦେଇ କହିଲା-ଯେତିକି ଇଚ୍ଛା ସେତିକି ଖାଅ-। ଖୁବ୍ ଅଳ୍ପ ଅଳ୍ପ ଦେଇଛି-ବନ୍ଧୁତାର ବିଧିରକ୍ଷା ପାଇଁ। ମଦ ଖାଇଛି ବୋଲି ଯଦି ନ ଭାବ, ତାହାହେଲେ କଥାରୁ ଦି'ପଦ ପଦେ ବି ବେଲାଇନ ହବ ନାହିଁ। ଜଣେ ସୁସ୍ଥ ସବଳ ଲୋକ ଏହାର ସାତ ଆଠଗୁଣ ଖାଇ ନିର୍ବିକାର ରହି ପାରିବ-କିନ୍ତୁ ଦାମ୍ ଯେ ଷାଠିଏ ସତୁରୀ ଟଙ୍କା ଏଇ ଟଙ୍କା ପାଇଁ ମଦର ବହୁଳ ପ୍ରଚାର ଥିଲେ ବି କାଟତି କମ୍। କଥା ବେଶ୍ ଖୋଲା ଖୋଲି। ଅଳକା କହିଲା-ମଦର ଗୋଟାଏ ବିଶେଷ ଗୁଣ ଅଛି। ମଦର ନିଶାରେ ଭୋଳ ଥିଲାବେଳେ ସୁନ୍ଦରପଣ ଆଉରି ସୁନ୍ଦର ଦିଶେ। କଥାର ସତ ବେଦବାକ୍ୟ ପରି ମନେହୁଏ। ଅସୁନ୍ଦର ନାରୀ ଅପସରା ପରି ଜଣାଯାଏ ବୋଲି କହନ୍ତି। ଆଉ ପୁରୁଷ ମନେ ହୁଅନ୍ତି ଆମକୁ ଯେମିତି ଅତି ବିରାଟ-ଅତି ମହୀୟାନ୍। ପୁଣି ଯେମିତି ଜଣାପଡ଼ନ୍ତି କୀଟ-ପତଙ୍ଗ ଓ ପଶୁପକ୍ଷୀଙ୍କ ପରି। ନିଜର ମନ ନେଇ ଅନୁଭବକୁ ନିଅ। ଅଳକା ସବୁ ଜିନିଷ ଉଠାଇ ନେଲା। ଏଥର ବସ ଯେ ଯାହାର ଚଉକୀରେ-ଖୁସି ଗପ କରିବା। ଆଜି ଆମର ଦିନଟି ଶୁଭ ଦିନ। ଅପ୍ରତ୍ୟାଶିତ ବୈଠକଟିଏ ବସିଲା-ମନେ ରଖିବ ଅଳକା ବଡ଼ ସ୍ନେହ-କାଙ୍ଗାଳିନୀ। ତାହାର କେହି ନାହିଁ। ସେ ଶୂନ୍ୟ ମନ୍ଦିରର ପକ୍ଷୀଟିଏ। ତା'କୁ ଦୟା କରିବ। ଟେଲିଫୋନ୍ ବାଜି ଉଠିଲା। -ଓଃ, ଏଇ ଟେଲିଫୋନ୍ ରାଣୀ ମଣିଷକୁ ପଦେ କଥା କୁହାଇ ବ ନାହିଁ। -ଅଳକା। -ଆରେ ମାନିନୀ? କ'ଣ କି? -ଓଃ, ଓଧ-ଭୁଆଁ। ଅଛନ୍ତି। ମୁଁ ତାଙ୍କୁ ମାଛ ଖୁଆଇଛି ତମେ ମାଛ ପାଇଲ ନାହିଁ।